ପକ୍ଷୀଭଳି ତା'ର ଯଦି ପର ଦୁଇଟି ଥା'ନ୍ତା। ତା'ହେଲେ ସେ ଡାକ୍ତରକୁ ଖୋଜିବାକୁ ଯାଇଥା'ନ୍ତା, ତା'କୁ ଆଉ ବେଶି କଷ୍ଟ ହୁଅନ୍ତା ନାହିଁ। କିନ୍ତୁ ଛାଡ଼ ସେ ପକ୍ଷୀ ହୋଇପାରିବ ନାହିଁ, କି ଆକାଶରେ ଉଡ଼ି ପାରିବ ନାହିଁ। କଡ଼ ଲେଉଟାଇଲା କବିତା। କାନ୍ଥରେ ତା'ର ପିଲାଦିନର ଫଟୋ ଝୁଲୁଛି। କାଠଘୋଡ଼ା ଉପରେ ବସି କାନ ଦି'ଟାକୁ ଧରିଛି। ହସିଲା କବିତା। ପିଲାଦିନେ କାଠଘୋଡ଼ା ଚଢ଼ୁଥିଲା। କାରଣ ଘୋଡ଼ା ଚଢ଼ିବାର ଶକ୍ତି ନ ଥିଲା। ପଡ଼ିଯିବାର ଭୟ ବହୁତ ଥିଲା। କିନ୍ତୁ ଏବେ ତା'ର ଯଥେଷ୍ଟ ଶକ୍ତି ଅଛି। ଅକ୍ଳେଶରେ ସେ ଘୋଡ଼ା ଚଢ଼ି ପାରିବ। ତା'ର ଶକ୍ତି ଅଛି, ସାହସ ବି ଅଛି। ବାପା ଏବେ ଯଦି ଘୋଡ଼ାଟା କୋଉଠୁ ଆଣି ଦିଅନ୍ତେ ନା କ୍ଷଣକ ଭିତରେ ଘୋଡ଼ାରେ ଚଢ଼ି ସେ ଡାକ୍ତରଟାକୁ ଖୋଜି ଆଣନ୍ତା। କିନ୍ତୁ ହାଏ ଆକାଶ ପଥରେ ଉଡ଼ିବା ପାଇଁ ତା' ଦେହରେ ପକ୍ଷୀ ଲାଗିବ ନାହିଁ କି ସ୍ଥଳ ଭାଗରେ ଦୌଡ଼ିବା ପାଇଁ ଘୋଡ଼ା ମିଳିବ ନାହିଁ। ସବୁ ତା' ପାଖରେ ଦୂର ମୂଲ୍ୟ। ହାଇ ମାରିଲା କବିତା। ଆଖିରେ ଆଖିଏ ନିଦ ମାଡ଼ି ଆସିଲା କ୍ଷଣକ ଭିତରେ, ସେ ବିଛଣା ଉପରେ ଶୋଇପଡ଼ିଲା। ବୁବୁଲୁ ପାଟି ଶୁଣି କବିତାର ନିଦ ଭାଙ୍ଗିଗଲା। ଦି'ପ୍ରହରେ ଶୋଇବା କବିତାର ଅଭ୍ୟାସ ନୁହେଁ। ସାଇନୋସାଇଟ୍ସର ଯନ୍ତ୍ରଣା କବିତାକୁ ବ୍ୟସ୍ତ କରି ପକାଇଲା। ମୁଣ୍ଡର ବାହାର ପଟଟା ଖାଲି ଧପ ଧପ ହୋଇ ବିନ୍ଧିଲା। ଆଉ ସହି ହେଲା ନାହିଁ। ବାଧ୍ୟ ହୋଇ ଶୋଇ ପଡ଼ିଲା। ପାଣି ଡମ୍ରୁ ଗ୍ଳାସେ ପାଣି ଆଣି ମୁହଁ ଧୋଇଲା କବିତା। ସନ୍ଧ୍ୟା ପ୍ରାଏ ଆସନ୍ନ। ପଶ୍ଚିମ ଆକାଶରେ ସୂର୍ଯ୍ୟ ପ୍ରାୟ ବୁଡ଼ିଯିବା ଉପରେ। ଆଜି ସେ ବହୁ ସମୟ ଶୋଇ ପଡ଼ିଲା। ବଡ଼ ଖରାପ ଲାଗୁଛି ତା'କୁ। ଚେୟାରଟା ଟାଣିଆଣି ବସିଲା। ବୁବୁଲୁ କ'ଣ ଗୁଡ଼ାଏ ଖାଇ ଖାଇ ଆସି ତା'ଆଗରେ ଆସି ଛିଡ଼ା ହେଲା। କ'ଣ ଖାଉଛୁ କିରେ ବୁବୁଲୁ? କବିତା ପଚାରିଲା। ବୋଉ ପକୁଡ଼ି ତିଆରି କରୁଛି। ଭାରି ବଢ଼ିଆ ହୋଇଛି। ଖାଇବୁ ରହ ମୁଁ ଆଣୁଛି। ବୁବୁଲୁ ରୋଷେଇ ଘରେ ପଶିଲା। କବିତା ତା' ଅପେକ୍ଷାରେ ରହିଲା। ଏହି ଅବସରରେ ତା'ର ଆଖିଟା ସେହି ବାଲକୋନି ଉପରେ ପଡ଼ିଲା। ଜନଶୂନ୍ୟ ବାଲକୋନି ବଡ଼ ଦୟନୀୟ ଅବସ୍ଥାରେ ପଡ଼ିଛି। ଦ୍ୱାରଟା ବନ୍ଦ ଅଛି। କବିତା ପାରାପେଟ ଉପରେ ଓଠଟା ରଖି ବଡ଼ ନିର୍ଲିପ୍ତ ନୟନରେ ସେ ଆଡ଼କୁ ଚାହିଁଲା,। ସତେ ଯେପରି ଡାକ୍ତର ଅନୁପସ୍ଥିତିର ଦୁଃଖଟା ତା'କୁ ମ୍ରିୟମାଣ କରି ପକାଇଛି। ଆକାଶରେ ଚାନ୍ଦ ନ ଥିଲେ ଯେପରି ଚାରିଆଡ଼େ ଅନ୍ଧକାର ଦେଖାଯାଏ, ସେହି ବାଲକୋନିରେ ଡାକ୍ତର ନ ଥିବାରୁ ତା'ର ମୁହଁ ଅନ୍ଧାର ଦେଖାଯାଉଥିଲା। ସେ ନିଜକୁ ବଡ଼ ଅସହାୟ ମନେ କରୁଛି। ଡାକ୍ତରର ଚା' ପିଆର ଦୃଶ୍ୟ, କାଗଜ ପଢ଼ିବା ଢଙ୍ଗ, ସନ୍ଧ୍ୟାରେ ଟ୍ରାଞ୍ଜିଷ୍ଟର ଧରି ଗୀତ ଶୁଣିବାର ଛାୟା ତା' ଆଖି ଆଗରେ ନାଚି ଉଠୁଛି। ହାତରେ ପକୁଡ଼ି ପ୍ଳେଟ ଧରି ବୁବୁଲୁ ଆସି ପହଞ୍ଚିଲା। କବିତା ବାଲକୋନି ଆଡ଼େ ଚାହିଁଥିବା ଦେଖି ମନକୁ ମନ କହିଲା ଅପା, ସେ ଡାକ୍ତରକୁ କାଲି ମୁଁ ଦେଖିଥିଲି। ଡାକ୍ତର କଥାଶୁଣି କବିତା ବସିଥିବା ଚେୟାରଟାକୁ ବୁବୁଲୁ ସାମନାକୁ ବୁଲାଇ ଆଣିଲା। ସତେ ଯେପରି ସେ ବହୁ ଦିନରୁ ଖୋଜି ବୁଲୁଥିବା ତା'ର ଅମୂଲ୍ୟ ନିଧିର ସନ୍ଧାନ ପାଇଲା। ଶୁଖିଯାଇଥିବା ମୁହଁରେ କିଞ୍ଚିତ୍ ହସ ଉଙ୍କି ମାରିଲା। ଖୁଣ୍ଟା ଗଛରେ ଯେପରି ପତ୍ର କଅଁଳିଲା। କେଉଁଠି ଦେଖିଥିଲୁ କିରେ ଏବେ କ'ଣ ସେ ଏ କୋଠାରେ ରହୁ ନାହାନ୍ତି? ବୁବୁଲୁ କହିଲା ମୁଁ କହିପାରିବି ନାହିଁ। ତେବେ କାଲି ସେ କଳିଙ୍ଗ ରେଷ୍ଟୁରାଣ୍ଟରେ ଚାରିଜଣ ଝିଅପିଲାଙ୍କ ସହିତ କଫି ପିଉଥିଲେ। ତୁ ଦେଖିଛୁ ନା କାହାଠାରୁ ଶୁଣିଛୁ। ତୁ କଳିଙ୍ଗ ରେଷ୍ଟୁରାଣ୍ଟକୁ ଯାଇଥିଲୁ କି? ପକୁଡ଼ି ଖାଉ ଖାଉ କବିତା ପଚାରିଲା। ହଁ ମୁଁ ତାଙ୍କ ସାମନା ଟେବୁଲରେ ବସି ଜଳଖିଆ ଖାଉଥିଲି। ଡାକ୍ତରଟା ବୋଧେ ବେକାରିଆଟା। ଚାକିରି ବାକିରି ପାଇନି। ବାପା ପଇସାରେ ଖାଇପିଇ ଧୁମ୍ ମାରୁଛି। ଆଚ୍ଛା ପଇସା କିଏ ଦେଲା କହିଲୁ? ସେ ଝିଅପିଲାମାନେ ନା ଏ ଡାକ୍ତର? କବିତା ପଚାରିଲା। ବୁବୁଲୁ କହିଲା, ଝିଅଗୁଡ଼ାକୁ କେଉଁଠୁ ପଇସା ପାଇବେ। ସେମାନେ ମାଗଣା ଖାଇବା ପିଲା।